ଆଚ୍ଛା, ଯୁଇ ସହିତ ସେ ଆଉ କ'ଣ ସିନେମା ଯାଇଥିଲା-? ଠିକ୍ କଥା, ସେଇଆ ହୋଇଥିବ। ଆଉ କୁଆଡ଼େ ଅବା ଯିବ। ବୋଉ କହୁଥିଲେ ସେ ସିନେମା ସିନେମା ହେଉଛି, ତାକୁ ଟିକେ ନେଇଯା। ତା' ସାଙ୍ଗମାନେ ସବୁବେଳେ ଯାଉଛନ୍ତି। ତା' ମନରେ କଷ୍ଟ ହେବନି? ତୋ ବାପା, କି ମୁଁ ସେସବୁ ଆମେ ଭଲପାଉନା। ତୁ ଟିକିଏ ସାଙ୍ଗରେ ନ ନେଲେ କାହା ସଙ୍ଗରେ ଯିବ ସେ। ସାଙ୍ଗସାଥି ସାଙ୍ଗରେ ଗଲେ ବାପ ଭାଇ ତୁମେ ଦିହେଁ ତ ରାଗିଉଠିବ-। ଆଉ ମୁଁ ତ ସେ ହିନ୍ଦି ଫିନ୍ଦି ବୁଝେନି। ନେଇଯିବୁ ତିରେ ତାକୁ। ମୁଁ ବୋଉଙ୍କ କଥାରେ ଆଦୌ କାନ ଦିଏନି। କାରଣ ମୁଁ ବି ଭଲପାଏନି ସେ ସିନେମା ଥିଏଟର। ତଥାପି ତାକୁ ନ ନେଇଯିବା ମନେହେଉଛି ମୋର ଅନ୍ୟାୟ ହୋଇଛି। କାରଣ ଆମକୁ ଭଲଲାଗିବ ବୋଲି ତାକୁ ଯେ ଭଲ ଲାଗିବନି ଏ କଥାର କିଛି ମାନେ ହୁଏନି। ଅନ୍ୟାନ୍ୟ ଝିଅଙ୍କ ତୁଳନାରେ ସେ ଥାଏ କେତେ ଆକଟରେ। କାହା ସହିତ ଛାଡ଼ିବିନି। ନିଜେ ବି ନେଇ ଯିବନି। ସତେ ଭାରି ଅନ୍ୟାୟ ହୋଇଛି। କହିବାକୁ ଗଲେ କଲେଜ ଛଡ଼ା କେଉଁ ଆଡ଼ିକି ସେ ଯାଏ? କେଉଁଆଡ଼େ ବି ନୁହେଁ। ଏଇ ସ୍ୱାଧୀନ ଯୁଗରେ ଆମେମାନେ ତା' ପ୍ରତି ଟିକିଏ ବେଶି କଡ଼ା ନଜର ଦେଲୁ। ଏତେଟା ବୋଧହୁଏ ଭଲ ନୁହେଁ। ନାଃ, ଆଜି ଆଉ କୁଆଡ଼େ ଯିବନି। ତାକୁ ନେଇ ଆଜି ଟିକିଏ ସିନେମା ଦେଖାଇ ଆଣିବି। କେଉଁ ହଲରେ କି ଛବି ହେଉଛି କେଜାଣି? ଯାହା ତାହା ଦେଖିବା ଆଦୌ ଉଚିତ୍ ନୁହେଁ। ତିନି ତିନିଟା ହଲ୍। କେଉଁଟାରେ ହେଲେ ନିଶ୍ଚୟ ଭଲ ଛବିଟିଏ ଥିବ। ନା, ଆଦୌ ତା' ଉପରେ ମୁଁ। ରାଗିବିନି। ସେ ନିଶ୍ଚୟ ଲୁଚି ଲୁଚି ସାଙ୍ଗଟିଏ ଧରି ସିନେମା ପଳାଇଥିଲା। ହସିଲେ ଡାକ୍ତର। ହଠାତ୍ ହାଲୁକା ହୋଇଗଲା ମନଟା। ଅଶାନ୍ତିର ମସ୍ତବଡ଼ ପାହାଡ଼ଟା ବୁଡ଼ିଗଲା ପ୍ରଶାନ୍ତିର ମହାସାଗରରେ। ବିଛଣା ଛାଡ଼ିଲେ ଡାକ୍ତର। ମନର ମମତା ମନ ତଳେ ଚାପି ରଖି ଆଗେଇଗଲେ ଡାକ୍ତର ତନୁର ଶୋଇବା ଘରକୁ-। କିନ୍ତୁ କି ଆଶ୍ଚର୍ଯ୍ୟ, ଆଜି ତନୁ ଶୋଇନି। ମୁହଁଟି ଶୁଖିଯାଇଛି। ବସି ବସି କ'ଣ ଏତେ ଲେଖୁଛି ସିଏ? ଏକଦମ୍ ତନ୍ମୟ ହୋଇଯାଇଛି। ମୁଁ ଆସିବାର ବି ଜାଣିପାରୁନି। ଡାକିଲେ ସିଏ ସ୍ନେହକୋମଳ କଣ୍ଠରେ, ତନୁ ତନୁଶ୍ରୀ ଭାଇନାଙ୍କର ସବୁ ରକମର କଣ୍ଠସ୍ୱର ସହ ପରିଚିତ। ଏଇକ୍ଷଣିକାର ସ୍ନେହଝରା କଣ୍ଠସ୍ୱରକୁ ଚିହ୍ନିବାରେ ତାକୁ ମୋଟେ ସମୟ ଲାଗିଲାନି। ପୂର୍ଣ୍ଣ ଆଖି ମେଲି ଚାହିଁଲା ସିଏ ଭାଇନାଙ୍କ ମୁହଁକୁ। ଅଭିମାନ ଭରା କଣ୍ଠରେ ପଚାରିଲା–କ'ଣ କହୁଛ? –କ'ଣ କରୁଛୁ? ବୋଉ ଉଠିଲେଣି? ଗଲୁ ରୁମ୍କୁ କହିବୁ ମୋ ପାଇଁ ଟିକିଏ ଚା ବସାଇବ। ମୁଣ୍ଡଟା ଭୀଷଣ ବିନ୍ଧୁଛି। ଭାଇନାଙ୍କର ସହଜ କଥାରେ ତନୁର ମନ ଟିକେ ହାଲୁକା ହେଲା। ମନରେ ଜମିଥିବା ଭୟର ମେଘ ଉଡ଼ିଗଲା କାହିଁ କେତେ ଦୂରକୁ ସ୍ନେହର ଦକ୍ଷିଣା ପାଇ। ଧଡ଼ପଡ଼ ହୋଇ ଉଠିପଡ଼ି କହିଲା–ମୁଁ କରି ଆଣୁଛି ଭାଇନା, ସେ ଶୋଇଥିବ କି କ'ଣ। ହଉ, ତାହେଲେ ଯା ଚଞ୍ଚଳ କରି ଆଣିବୁ। ତୁ କ'ଣ ଲେଖୁଥିଲୁ? ଦେ ମୋତେ ମୁଁ ଲେଖିଦିଏ। ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା ତନୁର ମୁଖ ଚନ୍ଦ୍ରମା। କହିଲା–ତୁମେ ଲେଖିଦେବ ଭାଇନା? ଦିଅ ତାହାହେଲେ। ମୋ ହାତ ବ୍ୟଥା ହୋଇଗଲାଣି। ସେ ନୋଟ ଖାତାଟା ମାଗି ଆଣିଥିଲି। କାଲି ପୁଣି ସନ୍ଧ୍ୟାକୁ ଫେରାଇଦେବାକୁ ପଡ଼ିବ। ଓଃ, କେତେ ଲେଖିବାକୁ ପଡ଼ୁଛି! ଆଉ ଚାରିମାସ ଗଲେ ବେଶ୍ ମୋର ଛୁଟି। ଆଉ ପଢ଼ିବିନି ଭାଇନା। ବି. ଏଟା ଖାଲି ପାଶ୍ କଲେ ଯଥେଷ୍ଟ। ଆଉ କିଛି ଦରକାର ନାହିଁ। ତନୁ କଥା ଶୁଣି ହସିଲେ ଡାକ୍ତର। କହିଲେ କାଇଁକିରେ। ତୋତେ ଯେ ମୁଁ ଏମ୍. ଏ ପଢ଼ାଇବି ବୋଲି ମନ କରିଛି। ଆଉ ତୁ ଆଜିଠୁ କ'ଣ ଏପରି କହିଲୁଣି? ନାଇଁ ଭାଇନା, ଆଉ ମୋ ହାତରେ ହେବନି। ମସ୍ତବଡ଼ ମୋଟା ବେଣୀଟା ବେକ ଚାରିପଟେ ଗୁଡ଼ାଇ ଚାଲିଗଲା ତନୁ। ତା' ଯିବା ବାଟକୁ ସ୍ନେହମୁଗ୍ଧ ଆଖିରେ ଟିକିଏ ଚାହିଁ ଲେଖାରେ ମନଦେଲେ ଡାକ୍ତର। ବେଶ୍ କିଛିକ୍ଷଣ ଲେଖିବାପରେ ତନୁ ଲେଉଟିଲା ବାଷ୍ପପୂର୍ଣ୍ଣ କପ୍ପିଆଲା ହାତରେ ଧରି।